'' ବାଇୟା ମା କିଛି କହିଲା ନାହିଁ। ଶୁକୁରା କହିଲା–''ତୋପାଇଁ କ'ଣ ଆଣିବି କହ? '' ରତନୀ ଆଖିରେ ଲୁହ ଘୋଟି ଆସିଲା। କାଖରୁ ପାଣି କଳସୀଟା ଲଥ୍କିନା ରଖିଦେଇ କହିଲା–''ନିଆଁ, ଚୁଲି। '' ''ସବୁବେଳେ ତୋ ମୁହଁରେ ଅଶୁଭ କଥା। ଇମିତି ଫଟାକପାଳ ଯେ ମୋର ଦିନେ ହେଲେ ମାଇପ 'ଭୁଞ୍ଜ୍' ବୋଲି ପଦେ କହିଲା ନାହିଁ। '' ''ଭୁଞ୍ଜ ବୋଲି କେମିତି କହନ୍ତି? ତମେ ଭୁଞ୍ଜେଇବାକୁ କ'ଣ ସଜକରି ଆଣି ଦେଇଚ କି ଘରକୁ? '' ''ଇଲୋ, ସେଇତି ପେଇଁତ କଲିକତା ଯିବା କଥା। କହ ନାହିଁ–କହ ନାହିଁ–ଆଉ କେତେଦିନ ଏମିତି ହୀନସ୍ତା ହେଉଥିବା? ଜମିଦାର ଖଜଣା ବାକି ପଡ଼ିଲା। ସାଉକାର ପାଉଣା ଅଦିଆ ରହିଲା। ପ୍ରେସିଡ଼େଣ୍ଟ ଟିକସପାଇଁ ଦି'ଦି ଥର ଘର କୋରକୀ କାଢ଼ିଲା। ଆଉ ମଣିଷ କେତେ ସହିବ? '' ବାୟାମା କିଛି ଜବାବ ଦେଲାନାହିଁ। ଛୁଆଟା ଶୋଇଥିଲା। ତା'ର ମନହେଲା, ତାକୁ ଯାଇ ହଲେଇ ଦେବ, ଠାଏଦମ୍ ଚାପୁଡ଼ାଏ ଲଗେଇ ଦେବ–ସେ କାହିଁକି ଶୋଇଛି। ''ଜଗୁଆ କଲିକତାରୁ ଫେରିଛୁ–ମାସେ ହେଲା ଫେରିଲାଣି। କାଲି ପଅରି ପୁଣି ଯିବ। ତା'ରି ସାଙ୍ଗରେ ଗଲେ ସୁବିଧା–ନା କ'ଣ ବାୟା ବୋଉ। '' ବାୟା ବୋଉ ତଥାପି କିଛି କହିଲାନାହିଁ। ଶୁକୁରା ହୁଦଟା କୁହୁଳି ଉଠିଲା। ରତନୀକୁ ଯେଉଁଦିନଠୁ ବାଇୟା ବୋଉ ବୋଲି ଡାକିଲାଣି, ସେଦିନ ସେ ଖାଲି ତା'ର ସ୍ତ୍ରୀ ହେଇ ନାହିଁ–ସେ ତା' ଛୁଆର ମାବି। ସେଦିନରୁ ବନ୍ଧା ଦଉଡ଼ିଟା ଆହୁରି ଜୋର୍ରେ ଭିଡ଼ି ହୋଇ ଶକତ ଗଣ୍ଠିଟାଏ ପଡ଼ିଯାଇଚି। ସେ ଯେତେବେଳେ 'ବାଇୟା ବୋଉ' ବୋଲି ଡାକେ, ସେତେବେଳେ ଖାଲି ତାକୁ ଡାକେନାହିଁ, ତା' ସାଙ୍ଗରେ ଯେମିତି ଅବୋଧ ବାଳୁତ ଶିଶୁ ବାଇୟାକୁବି ସେ ଡାକେ। ଶୁକୁରା ଆଖିରେବି ଲୁହ। ମରଦପୁଅ, ତାକୁ ଲାଜମାଡ଼ିଲା। ମୁହଁଟାକୁ ତେଣିକି ବୁଲେଇ ଦେଇ। ଅଧାକାନ୍ଥି ଉପରୁ ଭଙ୍ଗା ଛୋଟିଆ ପେଡ଼ି ଖଣ୍ଡକ କାଢ଼ି ଦେଖିଲା–ଲୁଗା ନାହିଁ। ''ଲୁଗା କୁଆଡ଼େ ଗଲା? '' ଶୁକୁରା ଗର୍ଜି ଉଠିଲା। ''ମୁଁ ଜାଣିଛି କି ଲୁଗା! '' ବାଇୟା ବୋଉ ସାଙ୍ଗେ ସାଙ୍ଗେ ଉତ୍ତର ଦେଲା। ''ତୁ ଜାଣିନୁ? ଗଲାବର୍ଷ ବାଉରି ବୋଉ ସାନ୍ତାଣୀ କାମକୁ ଯୋଉ ଲୁଗା ଖଣ୍ଡ ଆଣିଥିଲି, ଏଇଥିରେ ଥିଲାନା ସେ। '' ''କିଜାଣି, ମୋତେ କ'ଣ ଦେଇଥିଲ ରଖିବାକୁ। '' ''ଦେଇ ନଥିଲି? କାହା ଜିମାରେ ଥିଲା ତେବେ? ମୁଁ କ'ଣ ଜଗି ବସିଛି ହରଘଡ଼ି ଏ ଘରକୁ? '' ''ନାଁ, ମୁଇ ଜଗିବସିଥିଲି ତମ ପେଡ଼ିକି। '' ''ତୁ ଦେଖିନାହୁଁ? '' ''ନା। '' ''ତୋ ବାପଘରକୁ ପଠେଇ ନାହୁଁ? '' ''ବେଗ୍ କଲି, ଆଚ୍ଛାକଲି, ମୋ ଖୁସି, ମୁଁ ପଠେଇଛି। '' ''କ'ଣଲୋ? ତୁ ମୁହଁରେ ଜବାବ ଦବୁ? '' ଶୁକୁରା ଉଠିଯାଇ ଠାଏ ଧସ ଚାପୁଡ଼ାଏ ପକାଇଲା। ବାୟା ମା ମୁଣ୍ଡଟାକୁ ଢୋ କିନା ତଳେବାଡ଼େଇ ଦେଇ ରଡ଼ି ଛାଡ଼ିଲା, ''ମରିଗଲିଲୋ! ମୋ–'' ଗାଁରୁ ମାଇପେ ଦଶ ପାଞ୍ଚ 'କ'ଣ ହେଲା' ବୋଲି ଦଉଡ଼ି ଆସିଲେ। ଶୁକୁରା କତା ଖଣ୍ଡ ଧରି ବାଡ଼ କାଟିବାକୁ ବାହାରିଗଲା। ଛେକ ଛେକ କରି ଅଗିଲା ମଲାଙ୍ଗ ସେ ଭାଙ୍ଗିପକେଇଲା–କେତେ ଡାଳ ସେ କାଟି ପକେଇଲା–ଶୁଖିଲେ ଜାଳହବ। ଶୁଖିଲା ତକ ଆଜି ଜଳିଳେ ଯାଇ ଭାତ ଫୁଟିବ। ଏତିକିରେ ହବ ନାହିଁ ବୋଲି ବାହାରି ପଡ଼ିଲା ପଦାକୁ ଆଉକେଇ ଖଣ୍ଡ ସାଉଁଟି ଆଣିବ। ''ନାଁ ସେ ଯିବ ନାହିଁ କଲିକତା। '' ସୂର୍ଯ୍ୟ ଉଠି ଗଲେଣି କେତେ ଉଞ୍ଚକୁ। ପୋଲାଙ୍ଗ ଗଛର ଡାଳି ଉପରେ ଛନଛନ ହୋଇ ପଡ଼ିଛି ତା'ରି କିରଣ। ଶୁଖିଲା ଜାଳଖଣ୍ଡେ ନହକି ପଡ଼ିଛି ଯେ ନଗି ଖଣ୍ଡେ ବଢ଼େଇ ଝିଙ୍କି ଆଣୁଥିଲା ସେଇ ଡାଳଖଣ୍ଡିକୁ। ପଛ ଆଡ଼ୁ କିଏ ସେ ଡାକଛାଡ଼ିଲା–ଏ–ଏ–କିଏ ସେ! ଅଗଣୀଦାଶର ବାରମାସିଆ–ମୂଲିଆ। ଗଛ ଅଗଣୀଦାଶର। ହେଲେବି ରାସ୍ତା କଡ଼ ଗଛ। କିଏ ଜଗିଛି ତାକୁ, ଶୁଖିଲା ଡାଳଖଣ୍ଡେ ଭାଙ୍ଗି ନେଲେ ତ କ'ଣ ଭାସିଗଲା! ପୋଲାଙ୍ଗ ଅଗି ଖଣ୍ଡେତ! ଶୁକୁରା ଶୁଣିଲା ନାହିଁ। ଡାଳ ଭାଙ୍ଗିଲା। ''ହଇରେ ଏ, ତୋର ବଡ଼ ସାହସ। ହାଁ–ହାଁ କରୁ କରୁ ତୁ ଡାଳ ଭାଙ୍ଗି ନେଇ ପଳଉଚୁ। ଡାକିବି ଅଇଚ୍ଛା ଦାଶ ବୁଢ଼ାକୁ? '' ''ଯାବେ–ଯା–କେତେ ଦାଶ ଦେଖିଛି। '' ଶୁକୁରା ଚିଡ଼ି ଉଠିଲା।